-ମୁଁ?, ମୁଁ ସେଇ ପ୍ରଥମ ଜଣକ। -ମୁଁ ବିଶ୍ୱାସ କରେନି। -କ'ଣ ବିଶ୍ୱାସ କରନି ବୁଲୁ? -ଆପଣ ସେଇ ପ୍ରଥମ ଜଣକ ବୋଲି। -ଓଃ-କେତେବେଳେ ସେ ପଦକ କହିଦେଇଛି ପରା। ବୁଲୁ ମୋ ମୁଣ୍ଡ ଠିକ୍ ରହୁନି। ଦେଖିଲ ମୋତେ ଜ୍ୱର ଆସୁଛି କି? ବୁଲୁ ବୁଝିଲା,। ମଉସା ପ୍ରସଙ୍ଗ ବଦଳାଇ ସୁଖୀ ହେବେ। ଧୀରେ ହାତ ବଢ଼ାଇ ନାଡ଼ି ଦେଖିଲା। ମୁହଁ ଶୁଖିଗଲା। -କନକ ନାରାୟଣ ହସିଲେ। କହିଲେ- କିରେ ବୁଲୁବାବୁ, ଲଢ଼େଇରେ ହାରିଯାଉଛୁ କି? ବୁଲୁ କିଛି କହିଲାନି। ତା' ମୁହଁ ଦେଖି ତାଙ୍କର ମାୟା ହେଲା। କହିଲେ-ତୁ ଡାକ୍ତର, ଆଉ ମୁଁ ରୋଗୀ, ମୋ ମୁହଁର ଭାବ ତୋ ମୁହଁକୁ କିପରି ଗଲାରେ? ପାଗଳା। ମନରେ ଆହୁରି ଜୋର ଆଣେ, ଆହୁରି ଲଢ଼େଇ କରେ, ଭୁଲିଯାଆନା ତୁ ଡାକ୍ତର। -ମଉସା ସେ ଜୋର୍ଟା ମୁଁ ଏକା ଆଣିଲେ ହେବ! -ଆରେ ନା ନା, ମୁଁ ବି ସହଯୋଗ କରିବି। -କିନ୍ତୁ ତୁମର ଜ୍ୱର ଯେ ଆଜି ବଢ଼ିଛି। -ବଢ଼ୁ, ବଢ଼ିଲେ ତ କମିବ। ବୁଲୁ କେତେବେଳୁ ଆସିଲୁଣି ମନେଅଛି। ଆ କିଛି ଜଳଖିଆ ଖାଇବା। ମାନେ ତୁ ଖାଇବୁ। ମୁଁ ଖାଲି ଟିକିଏ ଚା ପିଇବି। ଖାଇ ଆସିଛି କହିବାକୁ ବୁଲୁର ଇଚ୍ଛାହେଲାନି। ଚୁପ୍ କରି ଖାଇବସିଲା। ତା' ବସିବା ଭଙ୍ଗୀଟିରେ ଗୋଟିଏ ଆତ୍ମୀୟତାର ଛାପ ଥିଲା। କନକ ନାରାୟଣଙ୍କୁ ଭାରି ଭଲ ଲାଗିଲା ସେଇ ଭଙ୍ଗୀଟି। ମନୋରଞ୍ଜନର ଖାଇବା ଦେଖୁଥିଲେ। କହିଲେ-ଆଉ ଗୋଟାଏ ଓମ୍ଲେଟ ଆଣୁ? -ନା ଥାଉ। -ଥାଉ କାହିଁକି, ଘରୁ ଖାଇଆସିଛୁ, ଇଚ୍ଛା ନାହିଁ? -ନା, ପେଟରେ ଜାଗା ନାହିଁ। ଆପଣ ଏଥର ରେଡ଼ି ହୋଇଯାନ୍ତୁ। ଇନ୍ଜେକ୍ସନ ଦେବି, ମୋର ସଇଲା। -ନା, ମୁଁ ରେଡ଼ି ହେବିନି, ମୋର କିଛି ଦରକାର ନାହିଁ। -ମୋର ଅଛି। -ତୋ'ର କି ଦରକାର? -ମୋତେ ଦୁଇବେଳା ଏପରି ଭୋଜନ କିଏ ଦେବ? -ତୁ ଥଟ୍ଟା କରୁଛୁ। -ମୁଁ ଆପଣଙ୍କ ବୁଲୁ, ଆପଣ ମୋ କକାଙ୍କ ପରି ଦେଖିବାକୁ, ଆପଣ ମୋର ମଉସା-ଫେର ଆପଣ କହିଲୁ-ଆଚ୍ଛା ହାତ ଦେଖାଅ। ଓ୍ୱାନ୍, ଟୁ, ଥ୍ରୀ,-ଆଚ୍ଛା ଏଥର ଆସେ। -ସନ୍ଧ୍ୟାରେ ଚାହିଁ ରହିବି ବୁଲୁ। ତିନି -କ'ଣ କରୁଛ ମଉସା? ସେଟା କାହା ଫଟୋ? ଇସ୍ କେତେ ଝୁଲ ଜମିଛି ତା' ଉପରେ। ତୁମ୍ଭେ ବା କାହିଁକି ସେ ସବୁ କରୁଛ? ଭୀମ ଗଲା କୁଆଡ଼େ? କେତେକରି କହିଯାଇଥିଲି ଯେ ତୁମେ ଚୁପ୍ ହୋଇ ଶୋଇବ। ଦେହ କେତେ ଦୁର୍ବଳ ହେଲାଣି। ଦେଖେ ଜ୍ୱରଟା-ନା, ଜ୍ୱର ନାହିଁ। ନାହିଁ ବୋଲି କ'ଣ ଏସବୁ କରିବାକୁ ପଡ଼ିବ। ତୁମେ ବଡ଼ ଅସ୍ଥିର ମଉସା, ଟିକିଏ ଭଲ ଥିଲେ ଟେବୁଲ୍ ଝାଡ଼, ଚେୟାର ଝାଡ଼, ୟାକୁ ପୋଛ, ତାକୁ ସଫା କର। ସତରେ ତୁମକୁ ଆଉ ପାରିହେବନି। ଆରେ-ଇଏ କାହା ଫଟୋ ମଉସା। ବୋଧହୁଏ ଆପଣଙ୍କ ଝିଅର। ମୋ ଝିଅ ଅଳକା କଥା କହୁଛ। ନା ଡାକ୍ତର, ଇଏ ତା' ମା ଚିରଦୁଃଖିନୀ ଛାୟାର ଫଟୋ। ଜାଣ ଡାକ୍ତର ଏଇ ଫଟୋଟି ଝାଡ଼ୁ ଝାଡ଼ୁ ଗୋଟିଏ ବଙ୍ଗଳା ଗୀତର ଦୁଇଧାଡ଼ି ମନେପଡ଼ି ଯାଉଛି- ''ଜୀବନେ ଯାରେ କଉ ଦାଔନି ମାଲ, ମରନେ କେନ ତାରେ ଦିତେ ଏଲେ ଫୁଲ'', ଜାଣ ଡାକ୍ତର, ଆତ୍ମା ବୋଲି ଯଦି କିଛି ଥାଏ, ତାହେଲେ ମୋର ଏଇ ଫଟୋ ଝଡ଼ା ଦେଖି ଆଉ ମୋ ପାଟିରୁ ଏଇ ଦୁଇଧାଡ଼ି ଶୁଣି ସେଇ ମୋର ଛାୟାର ଆତ୍ମା ବିଦ୍ରୂପର ହସ ହସୁଥିବ। ଆଉ ମନେମନେ କହୁଥିବ-''ବିଧାତା ଅନେକ ଲୋକଙ୍କୁ ଷୋଳକଳାରେ ଗଢ଼ନ୍ତି। ମୋ ସ୍ୱାମୀଙ୍କୁ ବିଧାତା କିନ୍ତୁ ବତିଶ କଳାରେ ଗଢ଼ିଛନ୍ତି। '' ନହେଲେ ଏଇ ଘରେ ଯେବେ ତା'ର ଆତ୍ମା ଥାଏ ତା'ହେଲେ ହୁଏତ କିଛି ନ ଭାବି ବିଦ୍ରୂପର ହସ ନ ହସି ଦୁଃଖୀ ଆତ୍ମା ତା'ର ଘର ଛାଡ଼ି କିଛି ସମୟ ପାଇଁ ବାହାରକୁ ଚାଲିଯିବ। ସହିପାରିବନି ମୋର ଏତେ ଛଳା କଳା। କିନ୍ତୁ ବଶ୍ୱାସ କର ଡାକ୍ତର, ଅନୁତାପ ନିଆରେ ଅହୋରାତ୍ର ଅନ୍ତର ମୋର ଜଳୁଛି ପୋଡ଼ୁଛି। ଆତ୍ମା ତ ସବୁ ଦେଖିପାରେ, ଜାଣିପାରେ। ଛାୟାର ଆତ୍ମା କ'ଣ ମୋ ଭିତରଟାକୁ ଅନୁଭବି ପାରୁନଥିବ? ସେ କ'ଣ ମୋତେ କ୍ଷମା ଦେବନି?